କ'ଣ ସେ ଖୋଜୁଛି-କ'ଣ ସେ ମାଗୁଛି? ଏତେ ଥାଇ ସୁଦ୍ଧା କ'ଣ ତା'ର ନାଇଁ; ଏତେ ପ୍ରାଚୁର୍ଯ୍ୟ ଭିତରେ କ'ଣ ତା'ର ଅଭାବ। ହାୟ! ଦୁନିଆ ସିନା ଖାଲି ବାହାର ଦେଖେ; କିନ୍ତୁ ମନର କଥା କିଏ ବୁଝେ? କିଏ ବା ମନ କଥା ବୁଝି ପାରନ୍ତା? ବହୁ ଦିନ ପରେ ଏଠାକୁ ଆସିଥିଲି ସାଗର; ଆଜି ଫେରି ଯାଉଛି। ପୁଣି ଜାଣେନା ଆଉ କେବେ ଏଠାକୁ ଆସିବି; ଆସିବାର ସୁଯୋଗ ମିଳିଲେ ତ? ତା'ପରେ ଆସିଲେ ଯେ ତୁମେ ଏଠିଥିବ; ତୁମ ସହ ଦେଖାହେବ ତା'ର ବି କୋଉମାନେ ଅଛି। ଥିଲେ ବି; ଗୋଟାଏ ଭାବପ୍ରବଣ ଅତୀତକୁ ତୁମେ କାହିଁକି ସଙ୍ଖାଳୀ କରି ଯୁଗ ଯୁଗ ବସିଥିବ? ତା'ହେଲେ। କ'ଣ ବା ଲାଭ? ମୋର ମନେ ପଡ଼ୁଛି ତୁମେ ବୋଧେ ଥରେ କହିଥିଲ ପ୍ରତି ମାସରେ ଥରେ ତୁମକୁ ଦେଖି ଯିବାକୁ। ''କିଛି ନ ଦିଅ ପଛେ'' ଖାଲି ଥରଟିଏ ଦେଖିଯିବ-ଯେତେ ଦୂରରେ ଥାଅ। ତୁମେ କହିଥିଲ, ମୁଁ ହଁ ଭରିଥିଲି। ହାୟ; ମୋର ସେ ପ୍ରତିଶ୍ରୁତି ଭଳି ତୁମର ସେ ଅନୁରୋଧ ବି କେଡ଼େ ଦୁର୍ବଳ, କେଡ଼େ ଅସହାୟ ଆଉ ମୂଲ୍ୟହୀନ। ତୁମର ସେଇ ଟିକିଏ ଅନୁରୋଧ; ତା'ରି ଭିତରେ ଭାସି ଭାସି ମୁଁ କେତେ ଦୂରକୁ ଚାଲି ନ ଯାଇଛି ସତେ! ଆଜିର ଆସିବା ମୂଳରେ କ'ଣ ସେଇ ନିରୋଳା ଦ୍ୱିପ୍ରହରର ଅନୁରୋଧ ରହିଛି। ମଣିଷ ଏମିତି ଅନୁରୋଧ କାହିଁକି କରେ; ଯାହାକୁ କି ପରେ ସେ ଆଉ କୌଣସି ମୂଲ୍ୟ ଦିଏନା। କାହିଁକି ରାତି ହେଲେ ସମୁଦ୍ର ଏମିତି ତୁହାଇ ତୁହାଇ କାନ୍ଦେ। କିଏ ଜାଣେ, କିଏ ବୁଝେ, କିଏ ଶୁଣେ? କିଏ ବା ବୁଝନ୍ତା? ସାଗର! ଏଠାକୁ ଆସିଲା ପରେ ତୁମ ବେଶୀ ମନରେ ପଡ଼ୁଛ ନା ବେଶୀ ତୁମେ ମନେପଡ଼ ମୁଁ ଏଇଠି ଆସି ପହଞ୍ଚିଲି, ସେ କଥା ମୁଁ ଠିକ୍ କରି କହି ପାରିବିନି। ତେବେ ମୁଁ ଏଠାକୁ ଆସିବାଟା ଯେମିତି ସତ; ଠିକ୍ ସେହିପରି ଆଉ ଗୋଟାଏ ନିରାଟ ସତ କଥା ହେଉଛି ଯେ ''ତୁମେ ମୋର ମନେ ପଡ଼। '' ଆଉ ଅତି ମାରାତ୍ମକ ଭାବରେ ମନେ ପଡ଼, ଏଇଭଳି ଗୋଟିଏ ଗୋଟିଏ ରାତିରେ। ଆକାଶରେ ଜହ୍ନ-ପବନରେ ନାଁ ଅଜଣା ଫୁଲର ପୁଲକ-ଭରା ବାସ୍ନା-ଆଉ ଦୂରରେ ଅଶାନ୍ତ ସମୁଦ୍ରର ଅନ୍ୱେଷଣ-ସଙ୍ଗୀତ। ନହେଲେ କଳା କିଟିକିଟି ଅନ୍ଧାର ରାତିରେ-ଝରଝର ବର୍ଷା-ସୁ ସୁ ପବନ-ଦୂରରେ ବହି ଯାଉଥିବା ପାଣିର ଅସ୍ପଷ୍ଟ ଶବ୍ଦ। ଏଇପରି ରାତି-କଳ୍ପନା କରି ପାରୁଛ? ତା'ରି ଭିତରେ ଅତୀତର ସବୁ ପରଦା ଖୋଲିଯାଏ-ଅୟୂତ ଯୋଜନ ବ୍ୟାପୀ ଦୂରତାର ସବୁ ବ୍ୟବଧାନ ଘୁଞ୍ଚିଯାଏ-ସେଇ ଜହ୍ନ ଭିତରେ ହେଉ ବା ଅନ୍ଧାର ଭିତରେ ହେଉ; ମୋର ମନେପଡ଼େ; ବହୁ ଦିନ ତଳର ଛପି ଯାଇଥିବା କେତୋଟି ଜ୍ୟୋସ୍ନା ଆଉ ଅନ୍ଧାର ରାତିର ସ୍ମୃତି। ଥରେ ଥରେ ଅନ୍ଧାର ରାତିରେ ତୁମ ଘରୁ ଫେରିଲାବେଳେ ମୁଁ କି ଅସୁବିଧାରେ ନ ପଡ଼ିଛି। ସେଇ ଗଳି କି ସଂକୀର୍ଣ୍ଣ, କେତେ ଅନ୍ଧାରୁଆ। ତୁମେ ଦୁଆର ମୁହଁରେ ଠିଆହୋଇ ଚାହିଁ ରହିଥାଅ; ଗଳି ମୁଣ୍ଡରେ ପ୍ରଧାନ ରାସ୍ତାରେ ମୁଁ ମିଶିଯିବା ପର୍ଯ୍ୟନ୍ତ। ତା'ପରେ ଘରେ ବସି ଚିଠି ଲେଖ। କେତେ ଲୁହ, କେତେ ହସ, କେତେ ଅଭିମାନ ପୁଣି କେତେ ଉପଦେଶ! ଆଜି ବି କେତେ ଚିଠି କୁଆଡ଼େ ଲେଖୁଥିବ କିନ୍ତୁ ସେ ଦିନମାନଙ୍କ ପରି ରାତି ଅଧରେ; ଏତେ ଆବେଗ, ଉଷ୍ମତା